ଜାତିସଙ୍ଘ ନିରାପତ୍ତା ପରିଷଦ କକ୍ଷରେ କ'ଣ ଘଟିବ ମାର୍କିନ୍ ଯୁଦ୍ଧବିଭାଗର ଅଫିସରମାନଙ୍କ ଭିତରେ ଥରକୁ ଥର ଆଲୋଚନାରେ ଚାଲିଛି-। ସାମରିକ ବିଭାଗର ଦୂରବୀକ୍ଷଣ ଯନ୍ତ୍ର ଆକାଶକୁ ତନ୍ନ ତନ୍ନ କରି ପରୀକ୍ଷା କରିବାରେ ଲାଗିଛି-। ନିର୍ଦ୍ଧାରିତ ସମୟ ପାଞ୍ଚ ମିନିଟ୍ ବାକି। ହଠାତ୍ ଅଦୂରବର୍ତ୍ତୀ ବେତାର ଦୂରବୀକ୍ଷଣ ଯନ୍ତ୍ର କେନ୍ଦ୍ରରୁ ନିରାପତ୍ତା ପରିଷଦକୁ ଖବର ଆସିଲା, ଦୂର ମହାଶୂନ୍ୟ ଭିତରୁ ଗୋଟିଏ ମହାଶୂନ୍ୟଯାନ ପୃଥିବୀ ଅଭିମୁଖରେ ଆସୁଛି। ଏହି ଖବର ନିରାପତ୍ତା ପରିଷଦରେ ପ୍ରଚାରିତ ହେବାକ୍ଷଣି ସଭ୍ୟମାନେ ଆହୁରି ଉତ୍ସୁକ ହୋଇ ଅନାଇ ବସିଲେ। ପରିଷଦର ସଦସ୍ୟମାନେ ଯେତିକି ଉତ୍ସୁକ ହେଉଥାନ୍ତି, ତାଠାରୁ ଅଧିକ ହେଉଥାନ୍ତି ନିରାପତ୍ତା ବାହିନୀର କର୍ମକର୍ତ୍ତାମାନେ ଚାହୁଁ ଚାହୁଁ ମହାକାଶଯାନ ପାଖେଇ ଆସିଲା। ମାର୍କିନ୍ ଯୁଦ୍ଧବିଭାଗ ବେଶ୍ ତତ୍ପର ହୋଇ ଆକାଶ ଆଡ଼େ ଅନାଇ ରହିଥାନ୍ତି। ଗୋଟିଏ ସାଧାରଣ ରକେଟ୍ ଆକାରର ଯାନ ଆକାଶରୁ ଧୀରେ ଧୀରେ ମୁହାଁଇଲା ଜାତିସଂଘ ଅଫିସ୍ ଆଡ଼କୁ ସମସ୍ତେ ଆଶା କରିଥାଆନ୍ତି ଯାନଟି ଜାତିସଂଘ ଅଫିସ୍ ସମ୍ମୁଖ ଉଦ୍ୟାନରେ ଅବତରଣ କରିବ। କିନ୍ତୁ ଏହା ଉଦ୍ୟାନରେ ଅବତରଣ କରିବା ପରିବର୍ତ୍ତରେ ନିରାପତ୍ତା ପରିଷଦର ପ୍ରାସାଦ ଆଡ଼କୁ ଆଗେଇଲା ସାମରିକ ବାହିନୀର ଅଫିସରମାନେ ଭାବୁଥିଲେ ବୋଧହୁଏ ନିରାପତ୍ତା ପରିଷଦର ଛାତକୁ ଭେଦ କରି ଭିତରକୁ ପଶି ଆସିଲା। ମହାଶୂନ୍ୟ ଯାନଟି କେମିତି ଭିତରକୁ ପଶିଲା, କେହି ଧାରଣା କରିପାରିଲେ ନାହିଁ। କରିବ ବା କିଏ? ଏହା ସିଧା ସଳଖ ଆସି ଅବତରଣ କଲା ନିରାପତ୍ତା ପରିଷଦ କକ୍ଷ ଭିତରେ ହଠାତ ଏକ ଆକାଶଯାନ କକ୍ଷ ଭିତରକୁ କେମିତି ଆସିଲା ସମସ୍ତେ ଦେଖି ତାଟଙ୍ଗ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଏହା କଣ ସତେ ଛାତ ଦେଇ ତଳକୁ ଆସିଲା? ଛାତର କେଉଁଠାରେ କିଛି କଣା ହେବାର ତ ଦେଖାନାହିଁ। ଏ ଆସିଲା କେମିତି? ମହାଶୂନ୍ୟ ଯାନଟି ଆକାଶରୁ ସିଧାସଳଖ ପଶିଆସିଲା ସତେ ଯେମିତି ଗୋଟିଏ ବିରାଟ ଅଦୃଶ୍ୟ ରହିଛି ଛାତରେ। ତା ନ ହୋଇଥିଲେ ଏତେ ସହଜରେ ଯାନଟି ପରିଷଦ କକ୍ଷ ଭିତରକୁ ପଶି ଅସିଥାନ୍ତା କେମିତି? ଯାନଟିର ପ୍ରବେଶରେ ସଭ୍ୟମାନେ ଏତେ ଆଶ୍ଚର୍ଯ୍ୟାନିତ ହୋଇ ପଡ଼ିଥାନ୍ତି ଯେ ଏହା ସତ କି ସ୍ୱପ୍ନ ଠିକ୍ କରିବା ସେମାନଙ୍କ ପକ୍ଷରେ ଦୁରୂହ ହୋଇ ପଡ଼ିଥାଏ। ତେବେ ଏହା ପରେ କଣ ଘଟିବ, ସେଇଆ ଲକ୍ଷ୍ୟ କରିବା ପାଇଁ। ସମସ୍ତେ ଯାନଟି ଆଡ଼େ ଉତ୍ସୁକ ହୋଇ ଅନାଇ ରହିଥାନ୍ତି। ମହାକାଶ ଯାନଟି ଚଟାଣ ଉପରେ କିଛି ସମୟ ରହିବ ପରେ ତା ଭିତରୁ ମଣିଷ ଭଳି ଏକ ପ୍ରକାର ଅଦ୍ଭୁତ ଜୀବ ଦୁଆର ଆଦି କିଛି ନ ଖୋଲି ସେମିତି ବାହାରି ଆସିଲା। ସତେ ଯେମିତି ତିନି ପରିସର ବିଶିଷ୍ଟ ଯାନଟି ଜୀବଟିକୁ ଆବଦ୍ଧ କରିବାକୁ ଯଥେଷ୍ଟ ନୁହେଁ। ଜୀବଟି ବାହାରି ଆସି ନିରାପତ୍ତା ପରିଷଦର ସଭାପତିଙ୍କ ଆସନ ଆଡ଼କୁ ଅଗ୍ରସର ହେଲା। ଜୀବଟିର ଗୋଟା ସାରା ଦେହ ପୂରାପୂରି ଆଚ୍ଛାଦିତ। ମଣିଷର ଆକାର ଭଳି ଦିଶୁଥିଲେ ହେଁ ଜୀବଟି ମଣିଷ କି ନୁହେଁ କହିବା କଷ୍ଟକର। ଯାନଟି କକ୍ଷ ଭିତରେ ପହଞ୍ଚିବା କ୍ଷଣି ନିରାପତ୍ତା ବାହିନୀର ଅଫିସରମାନେ ନିରାପତ୍ତା ପରିଷଦ କକ୍ଷ ଭିତରକୁ ପଶି ଆଶିଲେ। ସମସ୍ତଙ୍କ ମନରେ ଭୟର ତୀବ୍ର ଆଶଙ୍କା। କଣ ଘଟିବ, କେହି କିଛି ଭାବିପାରୁ ନ ଥାନ୍ତି। ଜୀବଟି ଧୀରେ ଧୀରେ ଚେୟାରମେନଙ୍କ ଟେବୁଲ ଆଡ଼କୁ ଆଗେଇଲା ଟେବୁଲ ପାଖରେ ପହଞ୍ଚି ଏକ ଲଫାଫରେ ଥିବା ଚିଠିଟିଏ ଆଣି ଚେୟାରମ୍ୟାନଙ୍କ ଟେବୁଲ ଉପରେ ଥୋଇଦେଇ ଶାନ୍ତଶିଷ୍ଟ ମଣିଷ ଭଳି ଟେବୁଲ ପାଖରୁ ଟିକିଏ ଦୂରେଇ ଯାଇ ଠିଆହେଲା। ନିରାପତ୍ତା ପରିଷଦର ଚେୟାରମ୍ୟାନ କି ଜାତିସଂଘ ସେକ୍ରେଟେରୀ ଜେନେରାଲ ସାହସ କରି ଚିଠିଟିକୁ ଧରୁ ନ ଥାନ୍ତି। ଜଣା ପଡ଼ୁଥାଏ ସମସ୍ତେ